ହେଲେ ସୁକୁଟା ବୋଉ ସହିତ ଖୁବ୍ ଯୁକ୍ତି ତର୍କ କରିଚି। ତାର ଯୁକ୍ତି ବି ଯଥାଯଥ ଓ ତାତ୍ପର୍ଯ୍ୟପୂର୍ଣ୍ଣ। ଆଗେ ବେଳଥିଲା ସହର ଜୀବନ କଳୁଷିତମୟ ହୋଇଥିଲା। ସେଠାରେ ମାନବିକତା ସ୍ଥାନରେ ଦାନବତ୍ୱର ସ୍ଥାନ ଥିଲା ଉଚ୍ଚରେ। ଗାଉଁଲୀ ଜୀବନ ଥିଲା ସରଳ, ତରଳ, ନିରାଡ଼ମ୍ୱର ଓ ସ ସହ ଯୋଗାତ୍ମକ। ଆଜି ଗ୍ରାମ୍ୟ ଜୀବନ ହୋଇଛି କଳଙ୍କିତ। ହିଂସା, ଦ୍ୱେଷ, କଟୁ କପଟତା ଓ ବିଶ୍ୱାସଘାତକତାର ମୃତ୍ୟୁ ପାଶରେ ଆବଦ୍ଧ ହେଲାଣି ଏ ଗ୍ରାମ୍ୟ ଜୀବନ। ଏହାର କାରଣ ଲୋକେ ଧର୍ମ ବିହୀନ ଓ ଈଶ୍ୱର ବିଶ୍ୱାସ ବିହୀନ ହୋଇ ଉଠିଲେଣି। ଦାନବୀ ଶକ୍ତିରେ ସମସ୍ତେ ମତ୍ତ। ନିଜର ଆଦର୍ଶ ଲାଭ ପାଇଁ ଲକ୍ଷ ଲାଭ ଅପେକ୍ଷା ଉପାୟରେ ଗୁରୁତ୍ୱ ଅଧିକ। ଉଚିତ ପନ୍ଥା ବା ଉପାୟ ଅବଲମ୍ୱନ କରିବାରେ ହିଁ ଅନ୍ତିମ ଲକ୍ଷ୍ୟ ଲାଭ ହୁଏ; ତେଣୁ ଉପାୟ ଓ ଉଦ୍ଦେଶ୍ୟ ଭିତରେ ପାର୍ଥକ୍ୟ କେବଳ କଳ୍ପନା ମାତ୍ର। ଉପାୟ ଯେ କେବଳ ଲକ୍ଷ୍ୟ ସ୍ଥଳରେ ନେଇ ପହଞ୍ଚାଇ ଦିଏ ତାହା ନୁହେଁ, ଉପାୟ ହିଁ ଲକ୍ଷ୍ୟ ବସ୍ତୁକୁ ପ୍ରକୃତ ରୂପରେଖ ଦିଏ। ଆମ ଗାଁ ଲୋକଙ୍କଠାରେ ଆଧ୍ୟାତ୍ମିକ ଚିନ୍ତାର ଗନ୍ଧ ନାହିଁ। ଆତିଥ୍ୟ ଶବ୍ଦ ତ କେବଳ ଅଭିଧାନଗତ। ସହଯୋଗାତ୍ମକ ମନୋବୃତ୍ତି ଚୁଲିକୁ ଗଲାଣି। ସଦାସର୍ବଦା କଳହ, ବାକ ବିସମ୍ୱାଦ, ମରାମରି, ହଣାହଣି ଓ ମାଲିମକଦ୍ଦମା ଗାଁଟାକୁ ଛାରଖାର କରି ଦେଲାଣି। ଅନ୍ତଃତଃ ସହରରେ ଏସବୁ ନାହିଁ। ଯିଏ ଯାହା ଦୁଃଖରେ କାମ ଧନ୍ଦାରେ ନିଜକୁ ଲଗାଇ ଦେଇଚନ୍ତି। ପଡ଼ୋଶୀ ପଡ଼ୋଶୀକୁ ଚିହ୍ନିନି। ଆଉ କଳି ତକାରାଳ ବା ଜନ୍ମିବ କେଉଁଠୁ? ସୁକୁଟା ଦି ଅକ୍ଷର ପଢ଼ିଚି। ସହରରେ କାମକରି ଦୁର୍ଗାପୂଜା ଛୁଟିରେ ଘରକୁ ଆସୁଚି। ସହରରେ ଆଉ ଗୋଟିଏ ବଡ଼ କାମ ବି ବୁଝିଚି। ମା'କୁ ନେଇଯିବ। ମା'ଓ ପୁଅ ସହରରେ ରହିବେ। ଏହି କଳହପୂର୍ଣ୍ଣ ଗାଁଟାକୁ ଛାଡ଼ି ଚାଲିଯିବେ। ମା' ପାଖରେ ତାର ରାତିଟା ଯାକର ଅଳି। ଗୋଟି ଗୋଟି କରି ଗାଁର ଅଘଟଣ ଘଟଣାଗୁଡ଼ିକ ଅସୁବିସ୍ତୃତ ବର୍ଣ୍ଣନା କଲା ସେ। ଶାସନର ରଥ ସାଆନ୍ତେ, ଲୋକେ କହନ୍ତି ସେ ନିଜେ ଆୟତ୍ତରେ ରଖିଥିଲେ। କାଳିଦାସଙ୍କଠାରୁ ବଳି ଉଚ୍ଚକୋଟିର ଲେଖା ଲେଖିଥିଲେ ସିଏ। ତାଙ୍କରି ପୁଅଗୁଡ଼ାକ ମଦ ଖାଇଲେ, କୁକୁଡ଼ା ରଖିଲେ, ଚୋରୀ ଚପଟ କଲେ। ତର୍କରତ୍ନେ, ପଞ୍ଚାନନେ, ବାଣୀଭୂଷଣ, ସଭାଭୂଷଣେ, ବିଦ୍ୟାରତ୍ନେ ପ୍ରତ୍ୟେକେ ଗୋଟିଏ ଗୋଟିଏ ରତ୍ନ। ସେମାନଙ୍କ ପିଲାମାନେ ଉଚ୍ଚ ଆଦର୍ଶ ରଖି ପାରିଲେ କି? ଆମ ସାହିଟାତ ଏହି ଶାସନକୁ ଆଦର୍ଶ କରି ଚଳୁଥିଲା। ସେମାନେ ନିଜ ନିଜ ଭିତରେ ମାଲିମକଦ୍ଦମା କଲେ। ଉନ୍ନତ ପଥରୁ ସ୍ଖଳିତ ହେଲେ। ଆଉ ଆମମାନଙ୍କର ବା ସ୍ଖଳନ ନ ହେବ କିପରି? କାଲି ଅଲେଖା ଭାଇ ଓ ବଳିଆ ଦଦୀ ମରାମରି, ହଣାହଣି ହୋଇ ଥାନାକୁ ଗଲେ। ରାଜ ଭାଇ ଓ ଚନ୍ଦ୍ର ଦାଦାଙ୍କ ମକଦ୍ଦମା ଅଦାଲତରେ। ବିଶିଆ କକା ଓ କାଶୀ କକାଙ୍କର ମୁହଁ ଚୁହାଁ ଚୁହିଁ ନାହିଁ। ଛୋଟ ଛୋଟ ପିଲାଗୁଡ଼ା ବି ସେମାନଙ୍କଠାରୁ ବେଶ ଏଇପରି କେତେ ଶିକ୍ଷା କଲେଣି-। ଚାଲ ମା, ଏଠୁ ଚାଲିଯିବା। ଗାଁରୁ ଲକ୍ଷ୍ମୀ ଛାଡ଼ି ଗଲେଣି। ଏବେ ସହରକୁ ମା ଲକ୍ଷ୍ମୀ ବେଶ ଚାହିଁଲେଣି ସଦୟ ହୋଇ। ସୁକୁଟା ବୋଉ ହସି ଦେଲା। ପୁଅଟା ପାଠ ଦି' ଅକ୍ଷର ପଢ଼ି ମୁଣ୍ଡ ଖରାପ କରି ଦେଲାଣି। ଗାଁ ଗଣ୍ଡା ଯୁଗେ ଯୁଗେ ବଡ଼ ସହର ଲୋକେ କାହୁଁ ପାଇବେ ଗାଁର ନିରିମଳ ପାଣି